ସେଇ କାଠ ହାଣିଲା। ମୁହଁରେ ନିଆଁ ଦେଲା। କହିଲା ମୋ ମା ସେ। ଜଗିବସି ପୋଡ଼ିଲା ଜାଲିଲା ଖୁଣ୍ଟା ଖେଞ୍ଚିଲା। ତା' ହାତରେ ଯେମିତି ବଜ୍ରର ବଳ। ଆଉ କେତେବେଳେ ହେଲେ ସେ କାନ୍ଦି ନାହିଁ। ଏଇ ମଣିଷ। ଏଇମିତି ମଣିଷ। ଯିଏ ଛୁଆଙ୍କ ଭଳି କାନ୍ଦିପାରେ; ଆଉ ଦରକାରବେଳେ ନିଜକୁ ସମ୍ଭାଳି ନେଇ ବଡ଼ଙ୍କ ଭଳି ଟାଣ ହେଇଯାଏ ସେ ବି ଏଇ ମଣିଷ। ତାଙ୍କୁ ଆମେ ମୂର୍ଖ ବୋଲି କହୁ। ମୂର୍ଖ ବାଳୁଙ୍ଗା କହୁଥାଏ ''ଦେଖୁଛ ବାବୁ ଦେଖୁଛ ପଞ୍ଚ ଆତ୍ମା ପଞ୍ଚ ଭିତରେ ମିଶିଯାଉଚି। କ୍ଷିତିରୁ ତ ଚମ, ଲୋମ, ଅସ୍ଥି, ନାଡ଼, ମାଂସ। ଏଇ ଯେଉଁ ଗଣ୍ଡି ଖଣ୍ଡଟା ପୋଡ଼ି ହଉ ନାହିଁ ସେଇଟା ସବା ଶେଷଯାଏଁ ଜଳିବ ସହଜରେ ପୋଡ଼ି ହୁଏ ନାହିଁ ସେଇ ଯେ କ୍ଷିତିର ସ୍ଥାନ। ଗୁହ୍ୟ ଦ୍ୱାର ପରା! ଆପରୁ ରକ୍ତ, ମଳ, ମୂତ୍ର, ସ୍ୱେଦ, ଲାଳ ୟାର ସ୍ଥାନ, ମାନେ ଅପର ସ୍ଥାନ ହେଲା ଲିଙ୍ଗଦ୍ୱାର। ଅଗ୍ନିରୁ ଆଳସ୍ୟ, ରାଗ, ନିଦ୍ରା, କ୍ଷୁଧା, ତୃଷା ନୟନରେ ରହିଥିଲା ଅଗ୍ନି। ଗଲା । ସବୁ ଗଲା। ସବୁ ଯାଇଚି। ମଲା ସାଙ୍ଗେ ସାଙ୍ଗେ ଅଗ୍ନି ଯାଇଛି। ବାୟୁବି ଯାଇଚି । ବାୟୁରୁ ପ୍ରାଣ, ଅପାନ, ବ୍ୟାନ, ଉଦାନ ସମାନ ଏ ସବୁ ରୁଣ୍ଡ ହୋଇଥାନ୍ତି ସେଇ ନାସାରେ। ବାକି ଆକାଶରୁ ତ କାମନା, ଭୟ, ଲଜ୍ଜା, ଲୋଭ, ମୋହ ଇତ୍ୟାଦି–ସ୍ଥାନ ମସ୍ତକ ଆଉ କର୍ଣ୍ଣ ଦ୍ୱାର । ପ୍ରାଣ ଗଲା ସାଙ୍ଗେ ଏ ଶେଷ ତିନି ତତ୍ତ୍ୱ ଅଗ୍ନି ବାୟୁ ଆକାଶ ଚାଲିଯାଏ। କହୁଥାଏ, ଏଣେ ମଝିରେ ମଝିରେ ନିଆଁ ଖୁଣ୍ଟାଟାକୁ ଧରି ଗୋଟିଏ ନିପୁଣ ମଡ଼ା ଗଣ୍ଡିଆ ପରି ପାହାରେ ପକଉଥାଏ, କେତେବେଳେ ଖୁଞ୍ଚାଟାଏ ମାରି ଦେଉଥାଏ। ରାମବାବୁ ବାଳୁଙ୍ଗାର ବିଦ୍ୟାକୁ ମନେ ମନେ ହସି କହିଲେ ''ଏ ସବୁ କେଉଁଠିକା ପାଠରେ ବାଳୁଙ୍ଗା। '' ''କାହିଁକି ପୋଥି ଶାସ୍ତ୍ରରେ ସବୁ ଅଛି'' ବାଳୁଙ୍ଗା ଖୁବ୍ ଦମ୍ଭରେ ଉତ୍ତର ଦେଲା ଏଇ ତ ଭାଗବତରେ କହିଲା ଅସ୍ଥିପଞ୍ଜରା ଚାରିପାଶେ। ଛାଉଣୀ ନଖ ଲୋମ କେଶେ। ଶିତ୍ତା ଶିକୁଳି ଗଣ୍ଠି ଯୋଖି। ଚର୍ମ ରୁଧିର ମାଂସ ଲେପି। ଏ କାୟା ଘରେ ବାସ ମୋର ''କାହାର? ଏଇ ଜୀବାତ୍ମା ଜୀବାତ୍ମା। ବୁଝିଲ? ଶରୀରଟା। ହେଲା ତା'ର ଘର। ଏ କାୟା ମଧ୍ୟେ ବାସ ମୋର। ନିରତେ ବହେ ନବଦ୍ୱାର। ଏହା ମଧ୍ୟରେ ମଳ ମୂତ୍ର। ସମ୍ପୂର୍ଣ୍ଣ କଫ ବାତ ପିତ୍ତ। ଦୁର୍ଗନ୍ଧ କୃମି ଲାଳ ନାଡ଼। ଅଶେଷ ରୋଗେ ଛନ୍ତି ବେଢ଼ି। ଏମନ୍ତ ଘରେ ମୋତେ ଶୋଇ। ଯେ ଗୁରୁ ଗଲା ଶିକ୍ଷାଦେଇ। କିଏ? ଗୁରୁ କିଏ? ପରମାତ୍ମା, ପରମାତ୍ମା ଅନାଦିପୁରୁଷ ପରଂବ୍ରହ୍ମ! ''ସେ ଗୁରୁ ବାକ୍ୟ ପରମାଣି। ଏ ଘରେ ମୁହିଁ ଦୋଚାରୁଣୀ। ହରିବୋଲ! '' ହରିବୋଲ ଦେଇ ବାଳୁଙ୍ଗା ପୁଣି ପାହାରେ ପକାଏ। ଦୁଃଖୀ ରାମ ଦୁହେଁ ତାଟକା ହେଇ ଚାହାଁନ୍ତି। ଏ ନିଶା ଖାଇ ନାହିଁ ତ ଆଉ। ମଣିଷ ନିଶା ନ ଖାଇଲେ କ'ଣ ଏଡ଼େ ବଡ଼ ନୃଶଂସ କାମ କରି ପାରିବ? ବାଳୁଙ୍ଗା ନିଶା ଖାଇଛି। କିନ୍ତୁ ସେ ଗୋଟିଏ ଭିନେ ନିଶା। ସେ ନିଶା ଯେମିତି ସେ ନିଜ ଭିତରେ ସାଇତି ରଖିଚି ଦୁଃଖ ଯନ୍ତ୍ରଣାରେ ତାକୁ କାଢ଼ି ପିଇବାପାଇଁ। ରହି ରହି ସେ ପୁଣି ବେଳେବେଳେ କହୁଛି ''ହାୟ ହାୟ ଦେବକୀ ନାନୀ ଚାଲିଗଲ ବାଳୁଙ୍ଗାକୁ ଏଠି ରଖି ତମେ ଚାଲିଗଲ ହଁ ହଁ ତମ କାଳ ପୂରିଲା ତମେ ଚାଲିଗଲ ମର୍ତ୍ତ୍ୟମଣ୍ଡଳେ ଦେହବହି। ଦେବତା ହୋଇଲେ ମରଇ। ଚକରା କହେ ''ଆଃ କେଡ଼େ ଭଲ ମଣିଷ ନାନୀ ଆମର କହିଲ। '' ବାଳୁଙ୍ଗା ଉତ୍ତର ଦିଏ''ଆଉ କ'ଣ ବସିଚି ତୋପାଇଁ ଦେବକୀ ନାନୀ ଏ ଜୀବ ମରଣ ନିକଟେ ବେଗେ। ଚିନ୍ତଇ ଅନ୍ୟ ଘଟେ। ସେ ଯାଇ କେଉଁଠି ଜନ୍ମ ହେବଣି। '' ଚକରା କହେ ''ସେ ନିଶ୍ଚେ ସ୍ୱର୍ଗକୁ ଯିବ ଯେତେ ପର ଉପକାର କରିଛି। '' ବାଳୁଙ୍ଗା ପୁଣି ପଦ ବୋଲେ''ସ୍ୱର୍ଗ ନରକ ବେନିବାଣୀ। ଏହା ମୁଁ ଏକ ଧର୍ମ ଜାଣି। '' ଏଣୁ ମୋ ସୁଖ ଦୁଃଖ ଏକ। ସମେ ଦେଖଇ ସର୍ବଲୋକ। '' ''ତା'ର ପୁଣି ସ୍ୱର୍ଗ କ'ଣ ନର୍କ କ'ଣ। ସେ ତ ସମସ୍ତିଙ୍କି ସମାନ ଆଖିରେ ଦେଖୁଥିଲା। '' ପୁଣି ଚିହିଁକି ଉଠି ସେ କହେ ''ହେଇ ହେଇ ଜଳିଗଲା ଜଳିଗଲା ସାବାସ୍! ଓଃ କେଡ଼େ ଚଞ୍ଚଳ ଏ ମଢ଼ାଟା ଜଳି ଯାଉଚି ମ! ଅଗ୍ନି ଯେସନେ ସର୍ବ ଖାଇ। ବିଚାରେ ଗୁଣ ଦୋଷ ନାହିଁ।